ସେ ଭାବୁଥିଲେ ଯେ ସେ ସବୁ ଜାଣନ୍ତି। ନିଜର ଗର୍ବ, ବଂଶର ଗର୍ବ, ସର୍ବୋପରି ନିଜର ପାଣ୍ଡିତ୍ୟ-ଗର୍ବରେ ସେ ଭରପୂର ଥିଲେ। ତାଙ୍କ ମନରେ ଈର୍ଷା, ଦଳାଦଳି ଏବଂ ନିଜକୁ ବଡ଼ ଦେଖାଇ ହେବା ପ୍ରବୃତ୍ତି ଅତି ଉଗ୍ର ଥିଲା। ଦିନେ ସେ ଯାଉଁ ଯାଉଁ ବାଟରେ ରାତି ହୋଇଗଲା। ପାଖରେ ଘରଦ୍ୱାର ନ ଥାଏ। ତାଙ୍କୁ ଡର ଲାଗିଲା। ସେ ଆଶ୍ରୟ ନେବାକୁ ଗୋଟିଏ ଗଛ ଉପରେ ଚଢ଼ିଲେ। ଗଭୀର ରାତିରେ ଦେଖିଲେ ଯେ ଜଣେ ବୃଦ୍ଧ ବ୍ୟକ୍ତି ବାଡ଼ି ଠୁକୁ ଠୁକୁ କରି ଯାଉଛି। ସେ ଗଛରୁ ଓହ୍ଲାଇ ଆସି ତାକୁ କହିଲେ-''ଏତେ ଅନ୍ଧାରରେ ଯାଉଛ, ତୁମକୁ ଡର ଲାଗୁ ନାହିଁ? '' ବୁଢ଼ାଟି ହସି କହିଲା-''ଡର କଣ-? ମୁଁ ତ ଦେଖୁଛି ଯେପରି ମୋତେ କେହି ବାଟ କଢ଼ାଇ ନେଉଛି। ତା'ଛଡ଼ା ମୁଁ କାହାରି ପ୍ରତି ହିଂସା ଆଚରଣ କରିନାହିଁ, ମୋତେ ହିଂସା କିଏ କାହିଁକି କରିବ? ମୋର ଏତକ ମନର ବଳ। ତୁମେ ଏତେ ଶାସ୍ତ୍ର କଥା କୁହ, ଭାଷଣ ଦିଅ, ତମକୁ କଣ କେହି ଏ ବିଦ୍ୟା ଶିଖାଇ ନାହାନ୍ତି? ତୁମେ ସିନା ପଣ୍ଡିତ କିନ୍ତୁ ଯାହା କୁହ ତୁମେ ତାହା ନୁହଁ। '' ସ୍ୱାମୀ ବିବେକାନନ୍ଦ କହିଛନ୍ତି-ନିଜର ବଡ଼ିମା, ଦଳାଦଳି ବା ଈର୍ଷା-ଏସବୁ ଦୁଷ୍ପ୍ରବୃତ୍ତିକୁ ଏକାବେଳକେ ମନରୁ ବିଦାୟ ଦେବାକୁ ହେବ। ପୃଥିବୀ ପରି ସର୍ବଂସହା ହେବାକୁ ହେବ। ଏହା ଯଦି ପାରିବ ତେବେ ଦୁନିଆ ତମର ପାଦତଳକୁ ଆସିବ। ଅହଂଭାବକୁ ଦୂର କର ଗୋଟିଏ ଦେଶରେ ଦୁଇଜଣ ଲୋକ ଥିଲେ। ଜଣକର ନାମ କଞ୍ଚା ଅହଂ, ଅନ୍ୟଟିର ନାମ ପକ୍କା ବା ପାଚିଲା ଅହଂ। କଞ୍ଚା ଅହଂ କହେ, ''ମୁଁ ଅମୁକର ପୁଅ। ମୁଁ କଣ କରି ନ ପାରେ-? ଯାହା ଇଚ୍ଛା ସବୁ କରିପାରେ। ମୋ'ଠାରୁ ବଳି ଆଉ କେହି ନାହିଁ। ଇଚ୍ଛା କଲେ। ସବୁ କରିପାରେ। '' ପକ୍କା ଅହଂ କହେ, ''ଭାଇ, ମୁଁ କିଛି କରିପାରେନା। ମୁଁ ପ୍ରଭୁଙ୍କ ଦାସ। ମୋର ଉଦ୍ୟମ, ଈଶ୍ୱରଙ୍କ ଆଶୀର୍ବାଦ। ମୁଁ ଯନ୍ତ୍ର ସ୍ୱରୂପ, ସେ ଯନ୍ତ୍ରୀ। ତାଙ୍କର ଯାହା ଇଚ୍ଛା କରାନ୍ତି। ସେ ଉଦ୍ୟମ ଦିଅନ୍ତି। ମୁଁ ବୋଇଲେ ସେ। '' ଦେଖାଗଲା ଯେ ବଡ଼ିମା ଦେଖାଉଥିବା ଅହଂଟି ଦିନାକେତେ ବଢ଼ିଗଲା। ଅତ୍ୟାଚାର ଅବିଚାର କରି ପଇସାପତ୍ର ନେଇ ଶେଷରେ ଧ୍ୱଂସ ପାଇଲା, କିନ୍ତୁ ଈଶ୍ୱରଙ୍କ ଦାସ ବୋଲି ଭାବୁଥିବା ଅହଂଟି ଚିରଦିନ ରହିଲା। ଆମ ଭିତରେ ଦି ପ୍ରକାର ଅହଂ କଥାରେ ଅଛନ୍ତି। ତମେ ଯଦି ସେଇ କଞ୍ଚା ଅହଂ କଥାରେ ନ ପଡ଼ିବ ତମର ଗର୍ବ ନିଶ୍ଚୟ ଭାଙ୍ଗିଯିବ। ସ୍ୱାମୀଜୀ କହିଛନ୍ତି-ଅହଂକୁ ଦୂର କର, ଭୁଲିଯାଅ। ତମ ଭିତରେ ଈଶ୍ୱର କାର୍ଯ୍ୟ କରନ୍ତୁ-। ଏହା ତ ତାଙ୍କରି କାର୍ଯ୍ୟ, ସେ ବୁଝନ୍ତୁ। ଆମକୁ କିଛି କରିବାକୁ ହେବ ନାହିଁ। କେବଳ ଦୂରକୁ ଘୁଞ୍ଚି ତାଙ୍କୁ କାର୍ଯ୍ୟ କରିବାକୁ ଦେବା। ଆମେ ଯେତେ ଘୁଞ୍ଚିଯିବା ସେତେ ଈଶ୍ୱର ଆମ ଭିତରକୁ ଆସିବେ-। କଞ୍ଚା 'ମୁଁ'ଟିକୁ ନଷ୍ଟ କରିଦିଅ। କେବଳ ପକ୍କା 'ମୁଁ'ଟି ରହିଯାଉ। ସାଧୁ ଲୋକର ଆଦର୍ଶ ତମ ମନରେ ବହୁ ସମୟରେ ଦ୍ୱନ୍ଦ୍ୱ ଆସୁଥିବ। ସେଇଟି ହେଲା ଆଦର୍ଶଗତ ଦ୍ୱନ୍ଦ୍ୱ। ଯେଉଁମାନେ କହୁଛନ୍ତି ଚୋରି କରନା, ମିଛ କହନା, ଭଲ କାମ କର, ସେମାନଙ୍କୁ ପୁଣି ଚୋରି କରିବା, ମିଛ କହିବା ଏବଂ ମନ୍ଦ କାମ କରିବା ଦେଖି ତମ ମନ ଦୁର୍ବଳ ହୋଇଯାଉଥିବ। ତମେ ମନକୁ ମନ ଭାବୁଥିବ-କ'ଣ ଦୁନିଆଟା ମିଛ। ତେବେ ସତକଥାଟା କଣ? ଉପର ଚକ ଚକିଆ, ଭଲ ଭଲ କଥାରେ ନ ଭୁଲି ଠିକ୍ କଥା ବୁଝିବାକୁ ହେଲେ ତ୍ୟାଗୀ ପୁରୁଷମାନଙ୍କ ପାଖକୁ ଯିବାକୁ ପଡ଼େ। ସେମାନେ ଯାହା କହନ୍ତି ତମେ ସତ ମଣ। ତମେ ମନରେ ଭାବୁଥିବ ଧର୍ମ ଧର୍ମ ବୋଲି ଥୋକାଏ କପାଳରେ ଚିତା କାଟି ଏଣେ ପକେଟ କାଟୁଛନ୍ତି। ଏମାନଙ୍କ ନିକଟରୁ ତମକୁ ଦୂରରେ ରହିବାକୁ ପଡ଼ିବ। ନିଜକୁ ସାଧୁ କରିବାକୁ ପଡ଼ିବ। କିଏ କଣ କଲା ଯାଏ ଆସେ କଣ ତମର? ତମେ ମହାପୁରୁଷ ରମଣ ମହର୍ଷିଙ୍କ ନାମ ଶୁଣିଥିବ। ତାଙ୍କ ଜୀବନର ଗୋଟିଏ ସତ ଘଟଣା ଶୁଣ। ଦିନେ ତାଙ୍କ ଆଶ୍ରମର ଝରକାର ଜାଲି ଭାଙ୍ଗି ଚୋର ଘରକୁ ପଶିଲେ। ଚୋର ପ୍ରତି ସ୍ୱାମୀଜୀଙ୍କର ବିଦ୍ୱେଷ ହେଲା ନାହିଁ। ସେ ଆଶ୍ରମବାସୀମାନଙ୍କୁ ଜଣାଇଲେ ଯେପରି ଚୋରକୁ ବାଧା ନ ଦିଅନ୍ତି।